ଜୀବନ ତମାମ ଆପଣଙ୍କୁ ମୁଁ ଆରାଧନା କରିଚି। ଆପଣଙ୍କ ବରପୁତ୍ର କାଳିଦାସ, ଉପେନ୍ଦ୍ର, ରବୀନ୍ଦ୍ର ଆଦି ସମସ୍ତଙ୍କ ପ୍ରତି ମୋର ବଡ଼ ଈର୍ଷା ହୋଇଚି। ସେମାନେ ପ୍ରତ୍ୟେକେ ଆପଣଙ୍କଠାରୁ କରୁଣା ପାଇଚନ୍ତି। କେବଳ ମୋ ଭାଗ୍ୟରେ ଆପଣଙ୍କ ଆଶୀର୍ବାଦ ମିଳିବାର ସୁଯୋଗ ଘଟିଲା ନାହିଁ। ତେଣୁ ମୁଁ ମରପୁର ତ୍ୟାଗ କରି ଅମରପୁର ସନ୍ଧାନରେ ଚାଲି ଆସିଲି। ଆପଣଙ୍କୁ ଖୋଜିବାର ନିଷ୍ଫଳ ଉଦ୍ୟମ ଏବେ ବି ଅବ୍ୟାହତ ରହି ଅଛି। ହେଲେ ଆପଣ ତ ମିଳିଲେ ନାହିଁ, ବାଧ୍ୟ ହୋଇ ପ୍ରେତପୁରୀରୁ ଏ ପତ୍ର ଖଣ୍ଡିକ ମୁଁ ଆପଣଙ୍କୁ ଲେଖୁଚି। ଆପଣଙ୍କର କରକମଳରେ ଏ ପତ୍ର ପହୁଞ୍ଚିବାର ଭରସା ରଖି ଏ ପତ୍ର ଲେଖିଲି। ବିଶ୍ୱଜନନୀ, ମୁଁ ପୁନଶ୍ଚ ଆପଣଙ୍କ ପାଦ-ପଦ୍ମରେ ଶତକୋଟି ଜୁହାର ହେଉଅଛି। ମୋ ଜୀବନର କରୁଣ କାହାଣୀ ଆପଣଙ୍କୁ ଅଗୋଚର ନାହିଁ। ଆପଣ ଅନ୍ୟର ଅନ୍ତରର କଥା ସ୍ପଷ୍ଟ ଜାଣିପାରନ୍ତି। ତଥାପି ମୋ ଆତ୍ମଚରିତ ମୁଁ ଆପଣଙ୍କୁ ନିବେଦନ କରୁଛି। ଆପଣ ଜାଣନ୍ତି, ମୁଁ ଗୋଟିଏ ଶ୍ରୋତ୍ରୀୟ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କଲି। ମୋର ଜନ୍ମଲାଭ ଅବାଞ୍ଛିତ ଥିଲା। କାହିଁକି ନା, ଆମ ପରିବାରର ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ଅବଶ୍ୟ ସେତେବେଳେ ଆଜିକାଲି ପରି ଦୁଇଟି ସନ୍ତାନ ଯଥେଷ୍ଟର ଦୁହା ଲୋକେ ଉଠାଇ ନ ଥିଲେ, କି ସରକାର ଏଥିପାଇଁ ଦୃଷ୍ଟି ଦେଇ ନ ଥିଲେ। ମୁଁ ଗୋଟିଏ ତତ୍କାଳିନ ଗଡ଼ଜାତ ଅଞ୍ଚଳରେ ଭୂମିଷ୍ଠ ହୋଇଥିଲି। ମୋର ପିତା ଜଣେ ଖ୍ୟାତନାମା ପଣ୍ଡିତ ଥିଲେ। ତାଙ୍କଠାରେ ଆପଣଙ୍କ କରୁଣା ଯଥେଷ୍ଟ ଥିଲା। ସେ ବି କାଳିଦାସଙ୍କ ପରି ବିଦ୍ୱାନ୍ ଓ ପଣ୍ଡିତ ଥିଲେ। ତାଙ୍କ ରଚିତ ପୁସ୍ତକାବଳୀ ପ୍ରଚୁର ଖ୍ୟାତି ଅର୍ଜ୍ଜିଥିଲା। ତେବେ ଏପରି ଗୋଟିଏ ସ୍ଫୀତ ପରିବାରରେ ମୋର ଆଗମନ ସ୍ୱାଗତଯୋଗ୍ୟ ହୋଇ ନ ଥିଲା ବୋଲି ପରେ ଜାଣିଲି। ଆମ ଶାସନର ଫପେଇ ବାବାଜୀ, ଧନିଆ, ଭ୍ରମରା, ଗଡ଼ର ବୀର, ପୂର୍ଣ୍ଣ ଓ ପଠାଣ ସାହିର ମୁନିର, ଏକାମ୍ର ଆଦିଙ୍କ ସହିତ ପିଲାଦିନଟି ଖୁବ୍ ସୁଖରେ କଟିଗଲା। ସେ ଦିନଗୁଡ଼ିକ ଥିଲା ମୋ ପାଇଁ ସର୍ବଶ୍ରେଷ୍ଟ ସମୟ। ତା'ପରେ ଆରମ୍ଭ ହେଲା ମୋର ଦୁଃଖମୟ ଜୀବନର କରୁଣ କାହାଣୀ। ମୁଁ ଅନ୍ୟ ସାଙ୍ଗ ସାଥୀଙ୍କ ସହିତ ବିଦ୍ୟାଳୟକୁ ଅଧୟନ କରିବାକୁ ଗଲି। ଆପଣ ସମସ୍ତଙ୍କ କଣ୍ଠରେ ବିଜେ କଲେ; ଅଥଚ ମୋ ପାଇଁ ବଡ଼ ନିଷ୍ଠୁର ହେଲେ-। ମୁଁ ଜାଣେ, ଲୋକମାତାର ସନ୍ତାନ ଆମେ ସଭିଏ। ଜନନୀ ସମସ୍ତଙ୍କ ପାଇଁ କରୁଣାମୟ-। କରୁଣା-କଣା ତାଙ୍କର କାହାରିଠାରେ ଊଣା ହୁଏ ନାହିଁ। ଅଥଚ ମୋର ଶତ ସାଧ୍ୟ ସାଧନାରେ ବି ବିଦ୍ୟା କରାୟତ୍ତ ହୋଇପାରିଲା ନାହିଁ; ଆପଣ ଜାଣନ୍ତି, ଏଥିପାଇଁ ମୁଁ କମ୍ ଧ୍ୟାନ କରି ନାହିଁ। ରାତ୍ରି ଉଜାଗର ରହିବା, ନିଦ୍ରା ଦେବୀ ଆକର୍ଷଣ କଲେ ଆଖିରେ ସୋରିଷ ତେଳ ଢ଼ାଳି, ଉପବାସ ବ୍ରତ ପାଳନ କରି, ଆପଣଙ୍କ ପଦ କଞ୍ଜରେ ବିନତି ଜଣାଇ ମୁଁ ବହୁବାର ଧ୍ୟାନମଗ୍ନ ହେଇଚି। ମହାପାପୀ ଦସ୍ୟୁ ରତ୍ନାକର 'ରାମ' ନାମ ଜପ କରି ନ ପରି 'ମରା' 'ମରା' କହି ମହାକବି ବାଲ୍ମୀକି ହୋଇ ପାରିଥିଲା। ଆର ଜନ୍ମରେ କରିଥିଲେ କରିଥିବା ମୁଁ ପାପ, ଏ ଜନ୍ମରେ ପୁଣ୍ୟ ବିନା ମୋର ପାପ ଅର୍ଜ୍ଜନ ମୋଟେ ହୋଇନାହିଁ। ଅଥଚ ମୁଁ ଯାହା ପାଠ କଲି ତାହା ଅକ୍ଷତ ଭାବରେ ଫେରିଗଲା ସିନା; ମୋର ମାନସପଟରେ ଛାପ ପକାଇବା ଅସମ୍ଭବ ହୋଇ ଉଠିଲା। ନ